କିନ୍ତୁ କାହିଁ ଜମା ପାରିଲାନି ତ? ସତରେ କ'ଣ ତାକୁ ଏତେ ଭଲପାଉଥିଲା ନୀହାର। ପ୍ରେମ ବୋଲି ପ୍ରକୃତରେ କ'ଣ ସେମିତି କିଛି ଗୋଟାଏ ବିରାଟ ଜିନିଷ ଅଛି–ଯାହାକି ସ୍ୱର୍ଗୀୟ ଦେହାତୀତ, ଅତୀନ୍ଦ୍ରିୟ। ଏଇ କଥା ତାକୁ ଅନେକଥର କହିଛି ନୀହାର। ତା'ର ଅଧିକାଂଶ କବିତାରେ ଏଇ କଥାହିଁ ସେ ଲେଖିଛି। କିନ୍ତୁ ସାଗରୀକା ବିଶ୍ୱାସ କରିନଥିଲା। ସେ ଭାବେ ଯେ ଦେହଟା ହିଁ ବଡ଼। ଦେହ ପାଖରୁ ଦେହ ଦୂରେଇ ଗଲେ ମନର ମଣିଷଠୁଁ ମନ ଛାଡ଼ିଯାଏ। ପ୍ରତିଦିନ ଦେଖା ଚାହାଁ, କଥାବାର୍ତ୍ତା ନ ହେଲେ; ଆଦର ଅଭିମାନଭରା ଭାବରେ ଆଦାନପ୍ରଦାନ ନ ହେଲେ ପ୍ରେମ ବଞ୍ଚି ରହି ପାରେନା। କିନ୍ତୁ ସବୁ ବିଶ୍ୱାସ ତା'ର ଆଜି ମିଛ ହୋଇଯାଉଛି। କାହିଁକି? ତା'ର ଜୀବନର ଦର୍ଶନ କ'ଣ ଏଡ଼େ ଭ୍ରମାତ୍ମକ-। ସେ କିଛି ଭାବିପାରିଲାନି। ବାହାରକୁ ଚାହିଁଲା। ଦ୍ୱିପ୍ରହରର ଖରା ବାହାରେ ମଉଳି ଆସିଛି। ଝରକାରେ ଲାଗିଥିବା ନୀଳରଙ୍ଗର ପରଦା ହାଲକା ପବନରେ ଉଡ଼ୁଛି। ଘରେ କେହି ନାହାନ୍ତି। ସେ ଏକା। ସରକାରୀ ଘର। ସ୍କୁଲ କମ୍ପାଉଣ୍ଡ ଭିତରେ କ୍ୱାର୍ଟରସ୍ ପାଇ ସେ ରହୁଛି। ପାଖରେ ତା'ର କେବଳ ଚାକରାଣୀ ସୀତା। ଦୂରରେ ଦିଶୁଛି ସ୍କୁଲ। ନାନା ରଙ୍ଗର କ୍ରୋଟନ୍ ଗଛ, ଖରାରେ ଅଧା ଝାଉଁଳି ପଡ଼ିଛନ୍ତି। ପବନ ସେଇ ଝାଉଁଳି ପଡ଼ିଥିବା ପତ୍ର ଉପରେ ବହି ଯାଉଛି। ଥରି ଉଠୁଛି କ୍ରୋଟନ୍ ଗଛର ଚିତ୍ର, ବିଚିତ୍ର ପତ୍ର। ନିଜର ଶାଢ଼ି ତଳେ ଥରିଉଠିଲା ସାଗରୀକା। ପବନ ପଶି ଆସୁଛି ଝରକା-ପରଦାକୁ ଠେଲିଦେଇ। ତା'ର ବାଇଶିଟି ବସନ୍ତ-ଧୁଆ ଦେହରେ ଛୁଇଁ ଯାଉଛି। ଶାଢ଼ି ଭିତରେ ପବନ ଲୁଚକାଳି ଖେଳୁଛି। ବାହାରେ ମଉଳା ଖରା। ଆକାଶରେ ଶୁଖିଲା ମେଘ ଭାସି ଯାଉଛି, ଦୂରକୁ ଦୂରକୁ। ସାଗରୀକା ସେଇଆଡ଼େ ଚାହିଁଲା। ଏଇ ମେଘକୁ ଚାହିଁ ଚାହିଁ ସେଦିନ କେତେ କଥା କହିଯାଇଥିଲା ନୀହାର। ତା'ର କଥା ଶୁଣିବାକୁ ସାଗରୀକାକୁ ଭାରି ଭଲ ଲାଗେ। ସେ କଥା ସୁଖର ହେଉ ବା ଦୁଃଖର ହେଉ, ମିଳନର ମାଧୁରୀମାରେ ଭରିଥାଉ ବା ବିରହର କାରୁଣ୍ୟରେ ସିକ୍ତ ହୋଇଥାଉ ପଛକେ; ନୀହାରର କଥା କାନକୁ ଭଲଲାଗେ। ତା'ର ମଧୁର ଭାଷା ଆଉ ଗମ୍ଭୀର ସ୍ୱର; ତା' ଭିତରେ କବିତ୍ୱର କୋମଳ ସ୍ପର୍ଶ ଥାଏ। ସେଦିନ କାହିଁକି ସାଗରକୁ ନୀହାର କଥା ବେଶୀ ଭଲ ଲାଗିଲା। ସେ ଭାବିଲା, ଏଇପରି ନୀହାର କହୁଥାନ୍ତା ଓ ସେ ତା' ପାଖରେ ବସି; ତା' ମୁହଁ ଉପରେ ଆଖିରଖି ଯୁଗ ଯୁଗ ଧରି ଶୁଣୁଥାନ୍ତା। ''ମୁଁ ଅନେକ ଦୂରକୁ ଚାଲିଯିବି ସାଗରୀକା–ଯେଉଁଠୁ କି ତୁମର ପାଖକୁ ଆସିବା ପ୍ରାୟ ସମ୍ଭବ ହେବନି। କିନ୍ତୁ ତୁମେ କ'ଣ ସବୁ ଭୁଲିଯିବ? '' ନୀହାରର କଥା ସାଗରର କାନରେ ବାଜିଲା। ସେ କ'ଣ ଉତ୍ତର ଦେବ ଭାବିପାରିଲାନି-। ନୀହାରକୁ ସେ ଭୁଲିଯିବ? କିମିତି ଭୁଲିବ। ଭୁଲିବାଟା କ'ଣ ଜୀବନରେ ଏଡ଼େ ସହଜ? ଏଡ଼େ ଶୀଘ୍ର କ'ଣ କେହି କାହାକୁ ଭୁଲି ପାରିଲାଣି? ତା'ପରେ। ନୀହାରକୁ–? ତା'ର କୁମାରୀ ଜୀବନର ସବୁ କିଛି ନେଇ ଆଜି ଯେ କାହିଁ କେତେ ଦୂରକୁ ଚାଲିଯାଉଛି, ତାକୁ ସେ ଭୁଲିବ କିମିତି? ସେ ନୀହାରକୁ ଭୁଲିଯାଇ ପାରନ୍ତା। ଅନ୍ତତଃ ତାକୁ ଭୁଲିବାକୁ ବିଶେଷ କଷ୍ଟ ହୁଅନ୍ତାନି ତା'ର। କିନ୍ତୁ ତା' ସଙ୍ଗରେ ନିଜ ଜୀବନର ଯେଉଁ ଅମୂଲ୍ୟ ସମ୍ପଦ ଚାଲିଯାଉଛି ତାକୁ ସେ ଭୁଲିବ କିମିତି? ନୀହାର ହାତରେ ସେ ଯେଉଁ ଦାନ ତୋଳି ଦେଇଥିଲା,